ରାଜକିଶୋର ସୁଲତାକୁ ବୁଝାଇଦେଲେ, "ତମେ ଜାଣନା ଯେ ତମ ଅପାଙ୍କର ଏ ପ୍ରକାର ଖାଦ୍ୟରେ ଆଦୌ ଭାଗ ନ ଥାଏ। ସେ ପୂରା ମାତାଜୀ ମାସରେ କୋଡ଼ିଏ ଦିନ ତାଙ୍କର ଓଷା ବ୍ରତ କରି ନିରାହାର ଓ ଜଳାହାରରେ ବିତେ। ଆଜି ସେମିତି କିଛି ଏକ ବ୍ରତ ଯୋଗୁ ସକାଳୁ ସେ କିଛି ଖାଇନାହାନ୍ତି। ସେ ଖାଇଲା ପରେ ମୁଁ ଖାଇବି ଯେ।"ରାଜକିଶୋରଙ୍କ ଏ କଥାରେ ସୁଲତା ବିସ୍ମିତ ହେଲା। ଏ ବିସ୍ମୟ ଅ ଅପାର ନିରାହାର ଓ ବ୍ରତ ପାଇଁ ନୁହେଁ। ସେ ଜାଣେ ନଅବର୍ଷର ବିବାହିତ ଜୀବନରେ ସନ୍ତାନଟିଏ ପାଇନାହିଁ ବୋଲି ଅପାର ଏ ସେବା ଓ ବ୍ରତ। ମାତ୍ର ଓସ ଓଷାକରି ସେ ସକାଳୁ କିଛି ଖାଇନାହିଁ ବୋଲି ରାଜୁଭାଇ ଯେ ଏପର୍ଯ୍ୟନ୍ତ କିଛି ଖାଇନାହାନ୍ତି, ଏହା ତାକୁ ଅତି ବିସ୍ମିତ କରୁଥାଲା। ହିନ୍ଦୁ ଘରର ସ୍ତ୍ରୀ ସ୍ଵାମୀ ନ ଖାଇଲାଯାଏ ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ମାତ୍ର ସ୍ତ୍ରୀ ନ ଖାଇଲା ଯାଏ ସ୍ଵାମୀ ଯେ ଖାଏନି, ସୁଲତା ଯେମିତି ଏହା ପ୍ରଥମ ଦେଖୁଚି। ନିଜ ସ୍ଵାମୀ ସୁବୁଧ କଥା ଦୂରେଥାଉ, ଆଉ କେହି ଯେ ପତ୍ନୀ ପ୍ରେମରେ ଏତେ ନିଷ୍ଠା ଦେଖାଇଥିବେ ଏହା ଯେମିତି ବିଶ୍ଵାସ ହେଲାନି। ସେ କହିଲା, "ଉପାସ ବୋଲି କିଛି ତ ଖାଇବ, ଆଗ ତା' ଖାଇବାର ବନ୍ଦୋବସ୍ତ କର।"ସୁଲତାର ଏ କଥାରେ ରାଜକିଶୋର ତା' ମୁହଁକୁ କିଛି ସମୟ ଚାହିଁ ଈଷତ୍ ହସି କହିଲେ, "ତାଙ୍କ ଖାଦ୍ୟର କିଛି ବନ୍ଦୋବସ୍ତ ହୁଏନା ଲତା, ଜଳ ଓ ଫଳ ବ୍ୟତୀତ ଅନ୍ୟ କିଛି ସେ ଖାଆନ୍ତି ନାହିଁ। ମାସକେ କୋଡ଼ିଏ ଦିନ ଏମିତି ଓପାସ କରି ନିଜ ଉପରେ ସେ କି ନିର୍ମନ ଅତ୍ୟାଚାର ଚଳେଇଛନ୍ତି।"କହୁ କହୁ ରାଜକିଶୋରଙ୍କ କଣ୍ଠ ଭାଙ୍ଗି ପଡ଼ିଲା ଟିକିଏ ନୀରବ ରହି ସେ ପୁଣି କହିଲେ, "ସାତବର୍ଷ ତଳର ସେ ଚେହେରା ଆଃ ସେ ରୂପ ଆଜି କାହିଁ? "ଏକଥା ରାଜକିଶୋର କହିଲାବେଳେ ସୁଲତା ଦେଖିଲା ଶୁଭ ସୁଭଦ୍ରାର ମୁହଁ ବିରକ୍ତ ହୋଇ ଉଠିଲା। ଆଉ ତାର ସେଇ ଲଜ୍ଜାଭରା ମୁଖକୁ କି ପିପାଶାଭରା ଆଖିରେ ରାଜୁଭାଇ ଚାହିଁ ରହିଛନ୍ତି। ରାଜୁଭାଇଙ୍କର ସେ ଚାହାଣୀକୁ ଲକ୍ଷ୍ୟ କଲାବେଳେ ସୁଲତା ଛାତିରେ ଏକ କମ୍ପନ ଖେଳିଗଲା ନିଜ ସ୍ୱାମୀ କଥା ଭାବୁ ଭାବୁ। ତାର ମନେପଡ଼ିଲା ନାହିଁ କେଉଁ ନିର୍ଜନ ରାତିର ନୀରବ କକ୍ଷରେ ସୁବୋଧ ଆଖିର ଏ ଚାହାଣୀ ସେ ଲଭିଚି କି ନାଇଁ। ସୁଲତା ଦୀର୍ଘଶ୍ଵାସ ଛାଡ଼ିଲା। ରାଜକିଶୋର ବାରମ୍ବାର ଅନୁରୋଧ କରି ଶାଳୀ ଓ ଶଢ଼ୁଙ୍କୁ ଭୁରି ଭୋଜନ ଖୁଆଇ ନିଜେ ସେହି ପ୍ରଚଣ୍ଡ ଖରାରେ, ଚାଲି ପେଟରେ ଖାଲି ପେଟରେ ପତ୍ନୀ ପାଇଁ ଫଳ ଆଣିବାକୁ ବାହାରିଲେ। ଫେରି ନାନା ଆଦର ସ୍ନେହରେ ବଳେଇ ବଳେଇ ସୁଭଦ୍ରାକୁ ଯେପରି ଖୁଆଇଲେ, ତାହା ସୁବୋଧ ମନରେ କି ଧାରଣା ଆଣିଥିବ କେଜାଣି, ସୁଲତା ମନରେ କିନ୍ତୁ ଏକ ଗହୀରିଆ ଗାର ଟାଣି ଦେଲା। ଘରକୁ ଫେରି ସେ ସୁବୋଧକୁ କହିଲା, "ରାଜୁଭାଇ ଭାରି ସ୍ନେହୀ ଲୋକ, ଭାରି ଅକପଟ ବ୍ୟବହାର, ନାଇଁ? "ମୁରୁକି ହସି ସୁବୋଧ କହିଲା, "ଟିକିଏ ସ୍ତ୍ରୈଣ ନୁହନ୍ତି କି? "ଏକଥା ସୁଲତାର ସହ୍ୟ ହେଲା ନାହିଁ। ସେ ରାଗି କହିଲା, "ସ୍ତ୍ରୀକୁ ଭଲପାଇ ତାର ସେବାଯତ୍ନ ନେବା କ'ଣ ସ୍ତ୍ରୈଣତା? ରାଜୁଭାଇ ପ୍ରକୃତରେ ସ୍ତ୍ରୀକୁ ସମ୍ମାନ ଦେଇ ଜାଣନ୍ତି। " ସୁବୋଧ ଆଉ କିଛି କହିଲା ନାହିଁ। କିନ୍ତୁ ସୁଲତା ଭାବୁଥିଲା ନିଜକୁ ସ୍ନେହ କରି ନ ଆସିଲେ ଅନ୍ୟର ସ୍ନେହକୁ ହୀନ ଦୃଷ୍ଟିରେ ଦେଖିବା କେବଳ ଈର୍ଷାପରାୟଣତା, ଏକଥା କିନ୍ତୁ ସେ ମୁହଁ ଖୋଲି ସୁବୋଧକୁ କହିପାରିଲା ନାହିଁ। ସୁଲତା ଓ ସୁଭଦ୍ରା ଗୋଟିଏ ନଦୀର ଦୁଇଟି ଧାର! ଦୁହିଙ୍କର ଜୀବନ।